ସବୁ ସଂସ୍କୃତରେ ଲେଖାହେଇଅଛି ଭାରତବର୍ଷ ଏଭଳି ଏକ ବିଚିତ୍ର ଦେଶ, ଏଠାରେ ସବୁକିଛି ସଂସ୍କୃତରେ ଲେଖାହୋଇ ରହିଅଛି। ସଂସ୍କୃତରେ ଲେଖା ହୋଇଛି ତେଣୁ ତାହା ଅତ୍ୟନ୍ତ ପବିତ୍ର। ଯାହା ଅତ୍ୟନ୍ତ ପବିତ୍ର, ସେଥିରେ ବା ସେଥିକୁ ସମସ୍ତଙ୍କର କଦାପି ପ୍ରବେଶ ହୋଇପାରିବ ନାହିଁ। ପ୍ରବେଶ ଘଟିଲେ ପବିତ୍ରତା ମାରା ବି ହୋଇଯିବ ଅର୍ଥାତ୍ ଧରା ପଡ଼ିଯିବ। ଧରା ପଡ଼ିଗଲେ ଆଉ କେହି କିଛି ମାନିବେ ନାହିଁ। ଅରାଜକତା ହିଁ ପରି ଚରିଯିବ। ତାପରେ କଣ ହେବ ସେକଥା କେଁହି କହିପାରିବେ ନାହିଁ। ତେଣୁ, କେହିଁ ତାକୁ ନଛୁଅଁନ୍ତୁ ଗୋଲ୍ ପଛକେ ତାହା ସେହିଭଳି ପବିତ୍ର ହୋଇ ରହିଯାଉ, ପୂଜା ପାଉଥାଉ। ଦେଶ ସ୍ୱାଧୀନ ହେବା ପରେ ଆଗକୁ ପ୍ରୟୋଜନୀୟ ପାଦଗୁଡ଼ିକ ପକାଇପାରିବାରେ ସକାଶେ। ଏଠି ଗୋଟିଏ ସମ୍ବିଧାନ ଲେଖା ହୋଇଥିଲା। କେତେ କେତେ ମଥା ଲଢ଼ାଲଢ଼ି ହୋଇ ସେହି ସମ୍ବିଧାନକୁ ଲେଖିଥଲେ। ମହାଦେଶର ଦେବୋତ୍ତର ମହକୁମାରେ ତାହା ଏକ ପବିତ୍ର ଗ୍ରନ୍ଥ ହୋଇ ରହିଗଲା। ଦେଶର ତିନି ଚଉଠି ମଣିଷ ହୁଏତ ଏବେ ମଧ୍ୟ ସେଥରେ କଣ ସବୁ ଲେଖା ହୋଇଛି ରହିଛି ସେକଥା ଜାଣିନାହାନ୍ତି। ଅର୍ଥାତ୍ ବିଗତ ପଚାଶବର୍ଷ ହେଲା ଦେଶର ଶାସନ କିଭଳି ଚାଲିଛି କେଜାଣି? ସେହି ସମ୍ବିଧାନ ସଂସ୍କୃତି ପରି ଗୋଟିଏ ପବିତ୍ର ଭାଷାର ଲେଖା ହୋଇଛି। ତେଣୁ, ତାହାକୁ ଅତ୍ୟନ୍ତ ଯୋଗ୍ୟ କରି ରଖାଯାଇଛି। ଲୋକସାଧାରଣ ତାହାକୁ ଜାଣିଗଲେ ତାହାର ଆଉ କୌଣସି ପବିତ୍ରତା ରହିବ ନାହିଁ ବୋଲି ଚାରିଆଡ଼ୁ ବିଚାର କରି ସେପରି କରାଯାଇଅଛି। ସମ୍ବିଧାନ ଅନୁସାରେ ଦେଶର ପ୍ର ପ୍ରତିନିଧି ସଭା ଚାଲୁଛି। ମାତ୍ର ସଂସଦର ପାଞ୍ଚଭାଗ ମଧ୍ୟରୁ ଭା ଭାଗେ ବ୍ୟକ୍ତି ହିଁ ସେହି ସମ୍ବିଧାନ ପାଠ କରିଥିବେ ଉଅ ତେଣୁ ସଂସଦୀୟ ବିଧିଚରିତ୍ରଗୁଡ଼ିକ ସମ୍ବନ୍ଧରେ ଆଦୌ ଅବଗତ କରିଥିବେ ବୋଲି ସମ୍ଭବତଃ ଏକ ଦାବି ମଧ୍ୟ କରାଯାଇ ପାରିବନାହିଁ। ସମ୍ବିଧାନ ଅନୁସାରେ ଏକ ସରକାର ଚାଲୁଛି। ସରକାରଟା ଚାଲୁଛି ସିନା, କୌଣସି ସମ୍ବିଧାନ ଅନୁସାରେ ଚାଲୁଛି କି ନାହିଁ କେଜାଣି? ଇଏ ପ୍ରକୃତରେ ଏକ ଅତ୍ୟନ୍ତ କୌତୁହଳପୂର୍ଣ୍ଣ କଥା ହୋଇଥିବ। ସରକାର ସାହେବମାନଙ୍କ ଦ୍ୱାରା ହିଁ ଚାଲୁଛି। ଏବଂ ସାହେବମାନେ କେବଳ ସଂସ୍କୃତରେ ଯାହାକିଛି କହି ପାରୁଛନ୍ତି ଏବଂ କେବଳ ସଂସ୍କୃତରେ ଯାହାକିଛି ଲେଖି ପାରୁଛନ୍ତି। ଆଇଗୁଡ଼ାୟକୁ ସେହି ସଂସ୍କୃତ ଭାଷାରେ ହିଁ ଗଳ ଗଳ କହିଦେଇ ପାରୁଛନ୍ତି। ସେହି ଅନୁସାରେ ଚକ ରହିଯାଇଛି ଅଥବା ଚକ ଗଡ଼ିଯାଇଛି। ଆପଣ କେବେ ଶାସନର ଘରମାନଙ୍କରେ ଏହି ହାକିମମାନେ ଚଳପ୍ରଚଳ ହେଉଥିବା ଦଣ୍ଡିଗୁଡ଼ିକୁ ଯାଇ ଦେଖିଛନ୍ତି? ସେଠାରେ ତ ନାନା ପ୍ରକାର ମଣିଷ ରହିଥିବେ। ଅର୍ଦ୍ଦଳି, ପିଅନ, କିରାନି ବା କାରିନ୍ଦାମାନେ କେତେ ଦଉଡ଼ା ଧପଡ଼ କରୁଥିବେ। ସେମାନେ ତ ତୁମ ଆମ ସାଧାରଣ ପରି ଦିଶୁଥବେ, ମାତ୍ର ହାକିମ ମାନେ ବରାବରି ବରବେଶ ପିନ୍ଧିଥିବେ, ଓଠ ଚିପି ଚିପି କଥା କହୁଥିବେ। ତାଙ୍କୁ ସମସ୍ତେ ସନମାନ ଦେଖେଇ ସାର୍ ସାର୍ ବୋଲି କହୁଥିବେ। ସତକୁ ସତ ସେଇମାନେ ହିଁ ସାର, ଆଉ ସମସ୍ତେ ଅସାର। ସେମାନେ ସତେ ଯେପରି କେତେ କଷ୍ଟ ସ୍ୱୀକାର କରି ଆମ ଦେଶବାସୀଙ୍କୁ ଅନୁକମ୍ପା ଦେଖାଇ ଏଠାକୁ ଆସି ପହଞ୍ଚି ଯାଇଛନ୍ତି, ସେହିପରି କାରୁଣାପୂର୍ଣ୍ଣ ଧାରଣାଟିଏ ଆଣିଦେଇ ଯାଉଥିବେ। କେବଳ ସଂସ୍କୃତ କହୁଥିବେ, ସଂସ୍କୃତ ଲେଖି ପକାଉଥିବେ। ଆପଣ ଯୋଉଆଡ଼ୁ ବିଚାର କରନ୍ତୁ ପଛକେ, ସେମାନେ ମୋଟେ ଏ ଦେଶର ନୁହନ୍ତି। ଗୁରୁଣ୍ଡୁଥିବା ସମୟରେ ସେମାନେ ଯୋଉ ଭାଷା ଆଦର ପାଉଥିଲେ, ସଂସ୍କୃତ ଶିଖିବା ପରେ ସେମାନେ ତାହାକୁ କୁଆଡ଼େ ପାସୋରି ପକାଉଥିବେ। ଭାରତବର୍ଷରେ ସଂସ୍କୃତିର ଇତିହାସ ପ୍ରାୟ ସେହିପରି ଗୋଟିଏ ଇତିହାସ। ଆଗେ ରାଜାମାନଙ୍କର ସଭାରେ ପ୍ରଜା ପରିଷଦଙ୍କ କଥା ଯେତିକି ଥାଉ, ଅନେକ ସମୟରେ ସ୍ୱୟଂ ରାଜାମାନେ ମଧ୍ୟ ସଂସ୍କୃତ ଜାଣିନଥିଲେ। ତା ବୋଲି ସଭାରେ